ତାହାପରେ ତାଙ୍କ ସଙ୍ଗୀକୁ ପ୍ରଦାନ କଲି ଏବଂ ମୁଁ ମଧ୍ୟ ତାହାଙ୍କ ମଙ୍ଗଳ କାମନା କରି ପାନୀୟ ଗ୍ରହଣ କଲି। ସେମାନେ ଦୁଇ ଜଣ ମୋର ପ୍ରଦତ୍ତ ପାନୀୟ, ମାଂସ, ରୁଟି ଏବଂ ମତ୍ସ୍ୟ ଖାଇ ଅତ୍ୟନ୍ତ ଆନନ୍ଦିତ ହେଲେ ଓ ଦୁଇଜଣ ଖୁବ୍ ହସିଲେ। ସେମାନଙ୍କର ହାସ୍ୟ, କୌତୁକ ଦେଖି ବୁଝିପାରିଲି ଯେ, ସେମାନେ ମୋର ଏଇ ଆଦର ଆପ୍ୟାୟନରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇପାରିଛନ୍ତି। ଆହାର ସମୟରେ ଅବସର ପାଇ ଏଠାକୁ ଆସିବାବେଳେ କେଉଁ କେଉଁ ସ୍ଥାନରେ ଓହ୍ଲାଇ ବିଶ୍ରାମ ନେଇଥିଲେ, ସେସବୁ ନିଜ ନିଜ ମଧ୍ୟରେ ଆଲୋଚନା କଲେ। କଥୋପକଥନରୁ ପରିଚୟ ପାଇଲି ଯେ, ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇଉଓୟାରକିଙ୍କ ଭାଇ। ତାଙ୍କ ନାମ କୋୟାନ ଗୋଲାର। କୋୟାନ ଗୋଲାର ବେଶ୍ ତୃପ୍ତିର ସହିତ ଭୋଜନ କରି କହିଲେ, ''ମୋର କନିଷ୍ଠ ଭ୍ରାତା ଇଉଓୟାରକି ମୁଖରୁ ତୁମର ବଦାନ୍ୟତାର କଥା ଶୁଣିଛି, ତୁମେ ଯଦି ତାହାଙ୍କୁ ସାହାଯ୍ୟ କରି ନ ଥାଆନ୍ତ, ତାହାହେଲେ ସେ କେବେ ବଞ୍ଚି ପାରି ନ ଥାନ୍ତା। ଆମ୍ଭେମାନେ ଦୀର୍ଘ ବର୍ଷ ଧରି ତାହାର କୌଣସି ସମ୍ବାଦ ପାଇପାରିଲୁ ନାହିଁ। ଭାବିଥିଲୁ ତାହାର ମୃତ୍ୟୁ ହୋଇଛି। ସେ ଦେଶକୁ ଫେରିବା ସମୟରେ ଭୟାନକ ଝଡ଼ ମଧ୍ୟରେ ପଡ଼ିଲେ। ଗୋଟିଏ ଦିନ ଗୋଟିଏ ରାତି ସମୁଦ୍ର ଉପରେ ଝଡ଼ବତାସ ସହିତ ଦ୍ୱନ୍ଦ୍ୱ କରି ତାହାକୁ କଟାଇବାକୁ ହେଲା। ଶେଷରେ ସେ ବାତିନ୍ଦ୍ରିକ୍ ନାମକ ସ୍ଥାନରେ ଆଶ୍ରୟ ଲାଭ କଲା। ପରେ ଧବଳଗିରି ପାର ହୋଇ ଆନ୍ଦ୍ରୁମ୍ସ୍ତକିତରେ ପହଞ୍ଚିଲା। '' ''ପ୍ରଥମେ ଇଉଓୟାରକିକୁ ରାଜଧାନୀର ପ୍ରହରୀମାନେ ନଗର ମଧ୍ୟକୁ ପ୍ରବେଶ କରିବାକୁ ବାଧା ଦେଲେ। ମୋ ବାପାଙ୍କ ନିକଟକୁ ଜଣେ ପ୍ରହରୀ ଯାଇ ସମ୍ବାଦ ଦେଲା ଯେ; ଜଣେ ଅପରିଚିତ ବ୍ୟକ୍ତି ନଗର ମଧ୍ୟକୁ ପ୍ରବେଶ କରିବାକୁ ଚାହାନ୍ତି ଏବଂ ତାଙ୍କ ସହିତ ସାକ୍ଷାତ କରିବାକୁ ଚାହାନ୍ତି। ବାବା ମୋତେ ଡାକି ପ୍ରକୃତ ତଥ୍ୟର ସମ୍ବାଦ ନେବାପାଇଁ କହିଲେ। ମୁଁ ମଧ୍ୟ ପ୍ରଥମେ ଇଉଓୟାରକିକୁ ଚହ୍ନିପାରିଲି ନାହିଁ। ସେ ଯେ ବହୁଦିନ ପୂର୍ବର କଥା। '' ପୁଣି କୋୟାନ୍ ଗୋଲାର କହିଲେ ''ଏହା ପରେ ମୁଁ ପଚାରିଲି, ତୁମେ କିଏ? କ'ଣ ପାଇଁ ମୋ ବାପାଙ୍କ ସହିତ ସାକ୍ଷାତ କରିବାକୁ ଆସିଛ? '' ଇଉଓୟାରକି କହିଲେ ମୁଁ କୌଣସି ରାଜକାର୍ଯ୍ୟପାଇଁ ତାହାଙ୍କ ସହିତ ସାକ୍ଷାତ କରିବାକୁ ଆସି ନାହିଁ। ମୁଁ ଆସିଛି କେବଳ ନିଜ ପ୍ରୟୋଜନରେ। ତୁମେ କ'ଣ ତାଙ୍କରି ସନ୍ତାନ? ମୁଁ କହିଲି, ହଁ। ଇଉଓୟାରକି ସେତେବେଳେ କାନ୍ଦି କାନ୍ଦି ମୋତେ ଆଲିଙ୍ଗନ କରି କହିଲା ତମେ ତାଙ୍କର ପୁତ୍ର, ମୁଁ ମଧ୍ୟ ତାଙ୍କର ପୁତ୍ର। ତୁମେ ତାଙ୍କର ପୁତ୍ର? ହଁ, ମୁଁ ତାଙ୍କର କନିଷ୍ଠ ପୁତ୍ର। ତୁମେ କ'ଣ କେବେ ପିତାଙ୍କ ମୁଖରୁ ଇଉଓୟାରକିର ନାମ ଶୁଣି ନାହଁ? ଶୁଣିଛି, କିନ୍ତୁ ସେ ତ ଅନେକ ଦିନ ପୂର୍ବରୁ ମରିଯାଇଛି। ନା ଭାଇ, ମୁଁ ମରିନାହିଁ କହି ଇଉଓୟାରକି କାନ୍ଦିବାକୁ ଲାଗିଲା। ଇଉଓୟାରକି ପଚାରିଲା, ତୁମର ନାମ କ'ଣ କୋୟାନ ଗୋଲାର? ହଁ। ଅପା–ହେଲିକାର୍ଣ୍ଣି କ'ଣ ବଞ୍ଚି ଅଛନ୍ତି? ହଁ। ଭାଇ କୋୟାନ ଗୋଲାର। ତୁମେ ଅପାଙ୍କୁ କହିଲେ ସେ ମୋତେ ନିଶ୍ଚୟ ଚିହ୍ନିପାରିବେ। ମୁଁ ଇଉଓୟାରକିକୁ ଧରି ଘରକୁ ଆସିଲି ଏବଂ ମୋ ଘରେ ତାହାଙ୍କୁ ବସାଇ ଅପା ହେଲିକାର୍ଣ୍ଣିଙ୍କୁ ଇଉଓୟାରକି କଥା କହିଲି। ସେ ଗମ୍ଭୀର ଭାବରେ ଅନେକକ୍ଷଣ ବସିରହିଲେ। ତାହାପରେ ଦୀର୍ଘଶ୍ୱାସ ନେଇ କହିଲେ; ହଁ,